ପ୍ରତ୍ୟେକ ନୂଆ ସଭ୍ୟଙ୍କୁ ଦୀକ୍ଷା ଦେବା ସଙ୍ଗେସଙ୍ଗେ ଏପରି କେତେଗୁଡ଼ିଏ କାର୍ଯ୍ୟ କରାଯାଏ, ଯେଉଁଥିରେ କି ନବାଗତ ସଭ୍ୟର ପରୀକ୍ଷା ମଧ୍ୟ ହୋଇଯାଏ। ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇପାରିଲେ ଦଳର ଅନ୍ତରଙ୍ଗ ମହଲରେ ସ୍ଥାନ ମିଳେ। ଏହିସବୁ କଥା ଶୁଣି ବିଶେଷ କୌତୂହଳ ସହ ମ୍ୟାକ୍ମାର୍ଡ଼ୋ କ୍ଳବର ଗୁପ୍ତଭବନରେ ଉପସ୍ଥିତ ହେଲେ। ମ୍ୟାକ୍ଜିଣ୍ଟି ହୋଟେଲର ଉପର ଅଂଶ ଦୋତାଲା ଘରେ କ୍ଳବର। ଗୁପ୍ତଭବନ। କ୍ଳବର ସମସ୍ତ ବୈଠକ ଏହିଠାରେ ହୁଏ। ଆଜିର ଏ ବୈଠକରେ ପ୍ରାୟ ଷାଠିଏ ଜଣ ଯାଏ ସଭ୍ୟ ଯୋଗ ଦେଇଛନ୍ତି। ଅବଶ୍ୟ କ୍ଳବ ଏହି ଷାଠିଏ ଜଣଙ୍କ ମଧ୍ୟରେ ସୀମାବଦ୍ଧ ନୁହେଁ। ଭର୍ମିସା ଉପତ୍ୟକାର ପାଖଆଖ ଅଞ୍ଚଳରେ ଆଉ ଦୁଇ ତିନିଟା ଛୋଟଛୋଟ ସହର ଗଢ଼ି ଉଠିଥିଲା। ସେଠାରେ ମଧ୍ୟ ଏହି କ୍ଳବର ଶାଖା ପ୍ରତିଷ୍ଠିତ ହୋଇଯାଇଛି। ଦରକାର ପଡ଼ିଲେ ଗୋଟିଏ ଶାଖାରୁ ଅନ୍ୟଶାଖାକୁ ଲୋକ ଆଦାନ ପ୍ରଦାନ କରାଯାଏ। ଯମଦୂତ ଦଳ ଯେତେବେଳେ କୌଣସି ଏକ ଗୁରୁତର କାର୍ଯ୍ୟ କରିବାକୁ ଯାଆନ୍ତି, ସେତେବେଳେ ସେ ଅଞ୍ଚଳର ବାହାରେ ଥିବା ଶାଖା ଅନୁଷ୍ଠାନର କେତେକ ସଭ୍ୟଙ୍କୁ ଡକାଇଆଣନ୍ତି। କାରଣ ନିମନ୍ତ୍ରିତ ହୋଇ ଆସିଥିବା ସେହି ସଭ୍ୟମାନଙ୍କୁ ସ୍ଥାନୀୟ ଲୋକେ ଚିହ୍ନି ନ ଥାନ୍ତି; ତେଣୁ କାମଟା ହାସଲ କରିନେବା ସେମାନଙ୍କ ପକ୍ଷରେ ସହଜ ହୁଏ। ପୋଲିସ କିମ୍ବା ସର୍ବସାଧାରଣ ସେମାନଙ୍କୁ ଦେଖିଲେ ହଠାତ୍ ସନ୍ଦେହ କରିବାର ଅବକାଶ ନ ଥାଏ-। ବାହାରେ ଥିବା ଶାଖା ଅନୁଷ୍ଠାନର ଯେତେବେଳେ ଲୋକ ଲୋଡ଼ା ହୁଏ, ସେତେବେଳେ ଏହି ଭର୍ମିସା ଶାଖାର ଲୋକ ସେଠାକୁ ଯାଇଥାନ୍ତି। ଏହିପରି ପରସ୍ପର ଆଦାନ ପ୍ରଦାନ ବରାବର ଚାଲିଥାଏ। ଦଳେ ସଭ୍ୟ ଗୋଟିଏ ଅଞ୍ଚଳରୁ ଅନ୍ୟ ଅଞ୍ଚଳକୁ ଦରକାର ସମୟରେ ଯା ଆସ କରୁଥାଆନ୍ତି। ଦୋତାଲା ଉପରକୁ ଉଠିବାର ସବୁ କବାଟ ଆଜି ବନ୍ଦ। ସେହି ମହଲାରେ ଗୋଟାଏ ବଡ଼ ହଲ୍ ଘରେ ସମସ୍ତ ସଭ୍ୟ ରୁଣ୍ଡ ହୋଇଅଛନ୍ତି। ଘରର ଗୋଟାଏ ପାଖରେ ମସ୍ତବଡ଼ ଟେବୁଲ; ତା ଆଗରେ ଗୋଟାଏ ଉଚ୍ଚା ଛିଟଗଦିପକା ଚୌକିରେ ମହାମାନ୍ୟ ସର୍ଦ୍ଦାର ମ୍ୟାକ୍ଜିଣ୍ଟି କଳା ଓ ଲାଲ ଭେଲଭେଟ କନାର ପୋଷାକ ପିନ୍ଧି ବସିଅଛନ୍ତି। ମୁଣ୍ଡରେ ଏକ ସ୍ୱତନ୍ତ୍ର ଢଙ୍ଗର ଲାଲ ଟୋପି; ଟୋପି ତଳେ କଳା କୁଞ୍ଚକୁଞ୍ଚିଆ ପରଚୂଳା ବେକତଳ ପର୍ଯ୍ୟନ୍ତ ଲମ୍ବିଯାଇଛି। ସତେ ଯେପରି ପୋପ କୌଣସି ଏକ ଧର୍ମାନୁଷ୍ଠାନର ପୁରୋଧା ହୋଇ ବସିଅଛନ୍ତି। ଖାଇବିପଟରେ କେତୋଟି ଚଉକି ପଡ଼ିଅଛି; ତାହା କ୍ଳବର ବିଶିଷ୍ଟ ଅଫିସରମାନଙ୍କ ଆସନ। ସେଥିରୁ ଗୋଟିକରେ ଆସି ବସିଲା ଟେଡ଼ି ବଲ୍ଡ଼ୁଇନ। ବିଶିଷ୍ଟ ଅଫିସରଙ୍କ ପୋଷାକରେ ଗୋଟିଏ ଗୋଟିଏ ସ୍ୱତନ୍ତ୍ର ପଦକ ବା ଅନ୍ୟ ରଙ୍ଗର କନା ତିଆରି ଫୁଲ ଲାଗିଥାଏ। ସେଇଥିରୁ ଜଣାଯାଏ ଯେ କ୍ଳବର କାହାର କେଉଁ ସ୍ଥାନ, ତାର ମର୍ଯ୍ୟାଦା କେତେ, କାର୍ଯ୍ୟ ବା କଅଣ? ଏହି ବିଶିଷ୍ଟ ସଭ୍ୟମାନେ ପ୍ରାୟ ସମସ୍ତେ ଯୌବନର ସୀମା ଅତିକ୍ରମ କରି ପ୍ରୌଢ଼ତ୍ୱ ଅବସ୍ଥାକୁ ଆସିଗଲେଣି। ଏମାନଙ୍କ ବ୍ୟତୀତ ଅନ୍ୟ ସଭ୍ୟମାନଙ୍କ ମଧ୍ୟରୁ ଅଧିକାଂଶ ନବୀନ ଯୁବକ–ବୟସ ବର୍ଷରୁ ବର୍ଷ ମଧ୍ୟରେ। ଏମାନେ ହିଁ କ୍ଳବର ଅସଲ କର୍ମୀ। ଉପର ପାହ୍ୟାର ଅଫିସରମାନଙ୍କ ହୁକୁମରେ ଯେ କୌଣସି ଦୁଃସାହସିକ କାମ କରିବାକୁ ଏହିମାନେ ସବୁବେଳେ ଆଗଭର। ଦଳ ମଧ୍ୟରେ ଯେଉଁମାନେ ପ୍ରୌଢ଼, ଯେଉଁମାନେ ଅଫିସର, ସେମାନଙ୍କ ମୁହଁକୁ ଚାହିଁଲେ, ସେହିସବୁ ଗଭୀର ରେଖାଙ୍କିତ ମୁହଁରେ ନିଷ୍ଠୁରତାର ସ୍ପଷ୍ଟ ଚିହ୍ନ ପରିଷ୍କାର ଭାବରେ ଦେଖାଯିବ। ମାତ୍ର ନବୀନ ଯୁବକମାନଙ୍କ ବଦନମଣ୍ଡଳରେ ତାର ଆଭାସ ମିଳେ ନାହିଁ। ସୁନ୍ଦର, ସୁସ୍ପଷ୍ଟ, ମୁଖମଣ୍ଡଳ